ଦରବାରଗୁଡ଼ାକ ଏମିତି ଏକ ଅସାମର୍ଥ୍ୟ ସହିତ ନିଜକୁ ଗଢ଼ି ଆଣିଥାଆନ୍ତି ଯେ ସେମାନେ ଆଉ ସବୁ କିଛି ପାରୁଥିଲେ ମଧ୍ୟ କଦାପି କୌଣସି ଆତ୍ମସମୀକ୍ଷା କରିପାରନ୍ତି ନାହିଁ। ପ୍ରାୟ ଧର୍ମତଃ ନିଶା ଖାଇଥିବା ଏବଂ କେବଳ ନିଜକୁ ଦେଖା ଦେଖି ପାରୁଥିବା ମଣିଷଟାଏ କସ୍ମିନକାଳେ ତାହା କରିପାରନ୍ତା ନାହିଁ। ଚତୁର ହେବାରେ ବଳଯାକ ସାରି ବୟସ ସାରନ୍ତା ସିନା, ଆଉ ଅଧିକ କିଛି ଆଦୌ କରିପାରନ୍ତା ନାହିଁ। ଅତୀତର ତପସ୍ୱୀମାନେ ସତେ ଅବା କେଉଁ ଏକ ନିଦାରୁଣ ନଶ୍ୱରତାବୋଧ ଭିତରେ ଛନ୍ଦି ହୋଇ ରହିଥିଲେ କେଜାଣି ସେମାନେ ତପସ୍ୟା ନିମନ୍ତେ ପୃଥିବୀକୁ ପୁଥିବୀ ବାହାରକୁ ଚାଲି ଯାଉଥିଲେ। ପୃଥିବୀର ଗହଳିଗୁଡ଼ାକୁ ହୁଏତ ଭୟ କରୁଥିଲେ, ଦରବାରଗୁଡ଼ାକୁ ମଧ୍ୟ ଡ଼ରୁଥିଲେ। ସେମାନେ ଶାନ୍ତିଲାଭ କରିବେ ବୋଲି ଅଶାନ୍ତି ଭିତରୁ ବାହାରି ଯାଉଥିଲେ। ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଭାରତବର୍ଷରେ ଏପରି ତପସ୍ୱୀମାନଙ୍କର ଆବିର୍ଭାବ ଘଟିଲା, ଯେଉଁମାନେ ଏହି ପୃଥିବୀ ଭିତରେ ହିଁ ରହିଲେ, ତପସ୍ୟା ବଳରେ ହିଁ ପୃଥିବୀର ପରିବର୍ତ୍ତନ ହୋଇପାରିବ ବୋଲି କହିଲେ। ସେମାନେ ସତ୍ୟର ପ୍ରତିଷ୍ଠା ନିମନ୍ତେ ସତ୍ୟାଗ୍ରହର କଥା କହିଲେ ଏବଂ ତାହାରି ବଳରେ ଭାରତବର୍ଷର ଭୂମିରେ ସଂଗ୍ରାମୀମାନଙ୍କର ଉଦ୍ୟମରୁ ଏକ ଏପରି ଅଭିନବ ଆଲୋକର ସମ୍ଭାବନାର ପ୍ରତ୍ୟୟ କ୍ରମେ ଆବିର୍ଭୂତ ହୋଇ ଆସିଲା ଯାହାକି ସମଗ୍ର ପୃଥିବୀକୁ ଅନ୍ୟପ୍ରକାରେ ଚିନ୍ତାକରି ଶିଖାଇଲା ଏବଂ ଅନ୍ୟ ପ୍ରକାରେ ଆଗକୁ ପାଦ ପକାଇବାର ପ୍ରେରଣା ମଧ୍ୟ ଦେଇପାରିଲା। ଗତ ପଚାଶ ବର୍ଷର ଅବଧି ମଧ୍ୟରେ ପୃଥିବୀର ସାମୂହିକ ଭାଗ୍ୟଗୁଡ଼ିକରେ ଯେଉଁ ନୂତନ ପରିବର୍ତ୍ତନମାନ ହେବାରେ ଲାଗିଛି ତାହାର ମୂଳରେ ତାହାରି ଦ୍ୟୋତନାଟି ସମ୍ଭବତଃ ସବାଆଗରେ ରହିଛି। ଅସ୍ତ୍ରବଳ ଆଗରେ ସତ୍ୟବଳ ଅର୍ଥାତ୍ ତପୋବଳ ଏକ ବିକଳ୍ପ ରୂପେ ପୃଥିବୀରେ କ୍ରମେ ଅଧିକରୁ ଅଧିକ ମନୁଷ୍ୟଙ୍କର ଚିଦ୍ଭୂମିକୁ ଏକ ନୂଆ ପ୍ରକାର ସ୍ପନ୍ଦନ ଦେବାକୁ ଆରମ୍ଭ କଲାଣି। ସେହି ବିଶ୍ୱାଙ୍ଗନର ପରିପ୍ରେକ୍ଷୀରେ ଆମେ ଭାରତବର୍ଷରେ ମଧ୍ୟ ଆମ ନିଜର ତପସ୍ୱୀମାନଙ୍କୁ ବୁଝିବାଲାଗି ପ୍ରୟାସ କରିବା। ସାମ୍ପ୍ରତିକ କୁରୁକ୍ଷେତ୍ରମାନଙ୍କରେ ପାଠଶାଳା ଠାରୁ ଆରମ୍ଭ କରି ଆମ ସାମୂହିକ ପରିମଳଗୁଡ଼ିକର କ୍ଷେତ୍ର ପର୍ଯ୍ୟନ୍ତ ତପସ୍ୱୀମାନଙ୍କର ବାର୍ତ୍ତାଟି ଅତ୍ୟନ୍ତ ପ୍ରାସଙ୍ଗିକ ହୋଇରହିଛି। ସାହିତ୍ୟରେ ରହିଛି, ରାଜନୀତିରେ ରହିଛି, ସାମାଜିକ ଉଦ୍ବେଳନ ଗୁଡ଼ିକର ଯାବତୀୟ ଆହ୍ୱାନକ୍ଷେତ୍ରରେ ରହିଛି। ଯେକୌଣସି ସମୂହଚର୍ଯ୍ୟାରେ ପାରସ୍ପରିକତା ନାମକ ଯେଉଁ ବିବେକଟି ଆମର ଅସଲ ମଙ୍ଗଗୁଡ଼ିକୁ ଯୋଡ଼ିପାରନ୍ତା ଆମେ ମନ କଲେ ସେଠାରେ ମଧ୍ୟ ଜଣେ ତପସ୍ୱୀ ବସିଥିବାର ହିଁ ଦେଖିପାରିବା। ଲେଖକ ମଧ୍ୟ ପାଠକଟିଏ ସବୁଯାକ ପାଠକ କଦାପି ଲେଖକ ହୁଅନ୍ତି ନାହିଁ, ମାତ୍ର ଏପରି ଲେଖକ ଆପଣ ପୃଥିବୀଯାକ ଖୋଜି ବାହାର କଲେ ଯିଏକି ପାଠକ ନୁହନ୍ତି। ପଢ଼ି ଶିଖିବାମାତ୍ରେ ବହି ପଢ଼ିବାକୁ ମନହୁଏ ଓ ବହିପଢାର ଜୀବନରେ ସାବାଳକତା ଆସୁ ଆସୁ ପାଠ୍ୟପୁସ୍ତକ ବାହାରେ ଆଉ ବହିଗୁଡ଼ିକୁ ବି ପଢ଼ିବାକୁ ମନହୁଏ। ସେତିକିବେଳେ ଯାଇ ସାହିତ୍ୟ ବୋଲି ପ୍ରାଣଧାତୁଟିଏ ହାତରେ ଆସି ବାଜୁଥିଲା ପରି ମନେହୁଏ ଏବଂ ସେତେବେଳେ ଆଉ କୌଣସି ପରୀକ୍ଷାରେ ବସିବାକୁ ମୋଟେ ନୁହେଁ, ସାହିତ୍ୟରେ ରମି ରହିବାକୁ ହିଁ ବହି ପଢ଼ିବାର ଏକ ଆବଶ୍ୟକତା ଆମ ଭିତରୁ ବିକଶିତ ହୋଇଚି ଆସିବାକୁ ଆରମ୍ଭ ମଧ୍ୟ କରେ। ପଢୁ ପଢୁ ଆମେ ସମୀକ୍ଷକ ବନୁ। ପ୍ରତ୍ୟେକ ସାହିତ୍ୟ, କବିତା, ଗପ ବା ଆଉ କେତେ କଣକୁ ଏକ ମାଧ୍ୟମ ରୂପେ ବ୍ୟବହାର କରି ଆମକୁ କ୍ରମେ ଟାଣିବାକୁ ଲାଗନ୍ତି। ସେମାନେ ଆମକୁ ଜୀବନ ଆଡ଼କୁ ହିଁ ଟାଣନ୍ତି। କାରଣ ଯାବତୀୟ ସାହିତ୍ୟ ଜୀବନ ସହିତ ହିଁ ଯୁକ୍ତ ହୋଇ ରହିଥାଏ। ସାହିତ୍ୟ ଜୀବନକୁ ଦେଖିବାର ଅଭୂତପୂର୍ବ ନୂଆ ଆଖିମାନ ଆଣି ଯୋଗାଇଦିଏ, ଆମର ସମୀକ୍ଷା ଶକ୍ତିକୁ ଏକ ନିର୍ଦ୍ଦିଷ୍ଟ ଆବେଦନ ଆଣି ଦେଇଯାଏ। ଶାସ୍ତ୍ରର ଭାଷାରେ ପ୍ରଭବସମର୍ଥ ହେଉ। ଅର୍ଥାତ୍ ଜଣେ ଲେଖକ ଲେଖକ